ରତନୀ ଚମକି ପଡ଼ି ପଛକୁ ହଟି ଯାଉଥିଲା। କିନ୍ତୁ ବେସରମ ''ହେଇଯିବା ଭୟରେ ଗୋଡ଼ ଅଟକି ଯାଉଥିଲା–ଅଟକାଳିରେ ପଶିଲାପରି। ଭାଗୁ ମହାନ୍ତି ପଣତ କାନିରେ ଟଙ୍କା ବାନ୍ଧି ଦେଇ ଗଲା ବାହାରି ଖଣ୍ଡେ ଆଗକୁ, ରତନୀ ସେମିତି ଅନେଇ ଥାଏ–ଦାରୁଭୂତ ପରି। ଦିପାଦ ଆଗକୁ ଯାଇ ଦି'ଥର ଏଣିକି ତେଣିକି ଚାହିଁ–ଫେରିପଡ଼ି ତା' ପାଖକୁ ଲାଗିଆସି କହିଲା–''ରତନୀ ଭୁଲିବୁ ନାହିଁ–ମୋ ରାଣଟି। '' ଭାଗୁ ମହାନ୍ତି ଚାଲିଗଲା। ରତନୀ ସେମିତି ଅନେଇ ଥାଏ, ''ରତନୀ, ଭୁଲିବୁ ନାହିଁ, ମୋ ରାଣଟି! '' ଏକଥା ଭାଗୁ ମହାନ୍ତି କହିଗଲାନା! ଏଇ କଥା ତାକୁ ଯେମିତି କିଏ କୋଉଠି କହିଚି ଆଗରୁ। ସେ କଥା ସେ ଦିନ କେଡ଼େ ମିଠା ଲାଗିଥିଲା–ଆଜି ଏମିତି ବିଷର୍ପି ଯାଉଚି କିମିତି ଦେହଟାଯାକରେ। ନା, କେହି ତାକୁ କହିନାହିଁ ସେ କଥା ଆଗରୁ। ତା'ରି ମନ ତାକୁ କହିଛି ସେ କଥା। ଶୁକୁରା ଯେତେବେଳେ ଚାଲିଗଲା–ଯିବ, ଯିବ ହେଉଥାଏ–ରତନୀ କେତେଥର ମନରେ ଭାବିଛି–ତାକୁ ସେ କ'ଣ କହି ବିଦେଶ ଯିବ। ସବୁ ଦିନକୁ ମନେ ରଖିଲା ଭଳି କି କଥାଟେ ସେ କହିଯାନ୍ତା। ସେଇ କଥାକୁ ଘେନି ସେ ଦିନ କାଟନ୍ତା। କିନ୍ତୁ ସେ କିଛି କହିଲା ନାହିଁ। ନିର୍ମାୟା ପୁରୁଷ ସେ। ପାଟିବି ଫିଟେଇଲା ନାହିଁ। ଖାଲି ଏତିକି କହିଗଲା–ବାଇୟା ଲାଗିଲା। ବାୟା ତ ଲାଗିଚି–ବାୟା କ'ଣ ଲାଗିନାହିଁ କି। ସେ ନକହିଥିଲେ କ'ଣ ଲାଗି ନ ଥାନ୍ତିକି। ବାୟା କ'ଣ ତା'ରି–ଶୁକୁରାର ଏକା ଏକା–ରତନୀର ଭାଗ ନାହିଁ। ତଥାପି ସେ ଧାଇଁ ଯାଇଁ ବାୟାକୁ ବିଛଣାକୁ ଟାଣିଆଣି ଛାତି ଭିତରେ ଯାକି ଧଇଲା। ଶୁକୁରା ଛଡ଼ା ଛଡ଼ା ନୁହେଁ। ଶୁକୁରା ତା' ପାଖରେ। ଶୁକୁରା ତା'ର ଖୁବ୍ ପାଖରେ। ହେଇଟି ଶୁକୁରା କହିଯାଇଚି–ବାଇୟା ତାକୁ ଲାଗିଲା–ବାୟା ତାକୁ ଲାଗିଚି–ଶୁକୁରାର ବାଇୟା ରତନୀକି ଲାଗିଛି। ବାଇୟାର ବାପ ଶୁକୁରା। ଶୁକୁରା ଆଉ ରତନୀ ଭିତରେ ବାଇୟା ଲାଗିଛି–ଦିହିଁଙ୍କି–ଶୁକୁରାକୁ, ଆଉ ରତନୀକି। ଶୁକୁରା ତା'ଠୁ ଛଡ଼ା ଛଡ଼ା ହେବ କିମିତି? ହେଇ ପାରିବ କିମିତି? ପଣତର ଟଙ୍କାଟାକୁ ଅଣ୍ଡାଳି–ପୁଣି ଭଲ କରି ଗଣ୍ଠିଟାଏ ପକେଇ ଦେଲା। କ'ଣ ମନହେଲା ପୁଣି ତାକୁ ପିଟେଇଲା। ସେଇ ଅନ୍ଧାରରେ ଛୋଟ ଠେକିଟିଏ ଅଣ୍ଡାଳି ଅଣ୍ଡାଳି ବାହାରିକଲା। ତା'ରି ଦିହରେ ଟଙ୍କାଟିକୁ ନେଇ ଗଳେଇ ପକେଇଲା। ଦାଣ୍ଡରେ ଖୁସ୍କିନା ଶବ୍ଦ। କିଏ! ରତନୀ ଡରିଲା। ''ମୁଁ! '' ନିଧିଆ ବୋଉ ପାଟି। କିନ୍ତୁ ଖୁବ୍ ଆସ୍ତେ–ଡାକୁଥିଲା ସେ। ରତନୀ ଯାଇ କବାଟ ଖୋଲି ଦେଲା। ଜହ୍ନ ଆଲୁଅରେ ନିଧିଆ ବୋଉ ମୁହଁଟା ହସିଲା ହସିଲା ଦିଶୁଥିଲା। ସେଠି ଗୋଟାଏ ଫୁଲା ହସ। ସେ ହସ, ହସ ନୁହେ–ସେ ଗୋଟାଏ କଳାହସ–ମହାକାଳଫଳର ହସ ସମାନ। ସେ ହସ ହସି ନିଧିଆ ବୋଉ ରତନୀକି ଖୁସି କରିବାକୁ ଯେତେ ଚାହୁଁ ନଥିଲା, ତା'ଠୁ ବେଶିଥିଲା ଆପଣାକୁ ଖୁସି କରିବାପାଇଁ–ଆପଣାକୁ ହସେଇବାର ଇଚ୍ଛା, ଯେଉଁ ହସ ପରର ସୁଖ ଦେଖିଲେ ଉଠେ, ସେ ହସ ନୁହେଁ। ପରର ଦୁଃଖରେ, ପରର ପତନରେ ସେ ହସ ହସେ ମଣିଷ। ପରକୁ ପକେଇ ନିଜେ ଉଠିଲେ ଯେଉଁ ହସ ହସେ, ମଣିଷ ସେ ହସବି ନୁହେଁ, ଯିଏ ଖସଡ଼ାବାଟରେ ଖସି ଗୋଡ଼ହାତ ଛିଡ଼େଇଲାଣି, ସେ ଆଉ ଜଣକୁ କଚଡ଼ା ଖାଇବାର ଦେଖିଲେ ତା' ଭିତରୁ ଯେଉଁ ହସଟା ଉଠେ, ସେଇ ହସ ଯିମିତି ଏ। ''କିଲୋ, ସେ କିଏ କି? '' ''କାହିଁ! '' ରତନୀ ଚମକି ପଡ଼ିଲା। ''ଇସ ମୁଁ ଯିମିତି କିଛି ଦେଖିନାହିଁ–ଭାଗୁ ମହାନ୍ତିଟି ସିଏ! '' ''ଦେଖିଛୁ ତ, ପୁଣି ଛଇ ହଉଚୁ? '' ରତନୀ ରାଗିଗଲା। ''ବଡ଼ ମାଛ ପଡ଼ିଛି ରତନୀ, ଜାଣିବୁ ରୋହି ଭାକୁର ନାଗିଚି–ସାବଧାନରେ ହୁସିଆରେ ବନଶୀ ଧରିଥିବୁଟି! ମାଛକୁ ଖେଳେଇ ଖେଳେଇ ସେ ହାଲିଆ ହବ ତେବେ ଯାଇଁ ବନଶୀ ଟାଣିବୁ-। ନଇଲେ ବନଶୀ, କଣ୍ଟା ସବୁ ସିଆଡ଼େ–ଜାଣିଥା। '' ''କି ଅକଥାଗୁରା କହି ଯାଉଚୁ ତୁ ନିଧିଆ ବୋଉ ନାନୀ ଲୋକେ କ'ଣ କହିବେ। '' ''ଅକଥା କ'ଣଲୋ? ଏକଥା କୋଉଠି ହଉନି ଦୁନିଆରେ? ''ତୋ ବଅସ, ତୋ ରୂପ ଯଦି ମୋଠି ଥାଆନ୍ତା–ଯା ଯା–ଦେଖଛୁ ପଚାଶଟା ଭାଗୁ ମହାନ୍ତିଙ୍କି ଯଦି ଚୁଟି ଧରି ନ ଉଠାନ୍ତି ନ ବସାନ୍ତି ତ ମୋ ମୁହଁ ନୁହେଁ। '' ''ଛି ପାପ କଥା; ଲାଜ କଥା ମିଞ୍ଚାକ କହନା ନାନୀ।